ମନେ ନାହିଁ ଏ ସବୁ କଥା ତୁମର? ଜାଣିଛ ବୋଉ ସେଇ କୁନ୍ତଳାଟା ଖୁବ୍ ରୋଜଗାର କରୁଛି। ଖୁବ୍ ବଡ଼ଲୋକ ହୋଇଗଲାଣି ସେ ଏଇ କେଇଟା ଦିନ ଭିତରେ। ମୋ ହାତରେ ତ ଖଡ଼ା ସିଝିବନି। ସେ କିନ୍ତୁ ଭୁବନେଶ୍ୱରରେ ଜାଗା କିଣିବାକୁ ବସିଲାଣି। ସବୁଥିରେ ସେ ଭାରି ବୁଦ୍ଧିଆ ଥିଲା। ଖେଳ କୁହ, ପାଠ କୁହ, ନଈ ପହଁରା କୁହ, ଦଉଡ଼ାଦଉଡ଼ି କୁହ, ମାରପିଟ୍ କୁହ ସବୁଥିରେ ସେ ଥିଲା ଅଦ୍ୱିତୀୟ। ମନେ ପଡ଼ୁନି ତାକୁ ତୁମର। ଆଗେ ତ ସେ କେତେ ଆସୁଥିଲା ଆମ ଘରକୁ। କେତେଥର ତୁମେ ଆମ ଦୁହିଁଙ୍କୁ ଖାଇବାକୁ ଦେଇ ପାଖରେ ବସି କେତେ ଗଳ୍ପ କରିଛ। ମନେ ପଡ଼ୁନି ତୁମର? ଅପରାଜିତା ଅଳ୍ପ ହସି କହିଲେ ଆରେ, ତୋର ତ ଦୁଇଟା ସାଙ୍ଗର ନାଁ ଥିଲା କୁନ୍ତଳା। ତୁ କାହା କଥା କହୁଛୁ? ମନୋରଞ୍ଜନ କହିଲେ ମୁଁ ଯାହାର ବଡ଼ ଭଉଣୀ ବିଭାଘରକୁ ପୁରୀ ଯାଇଥିଲି। ତୁମେ ସମ୍ବଲପୁରୀ ଶାଢ଼ି କିଣି ମୋ ହାତରେ ଦେଲ। ଆଉ ନାକକୁ, ନା,କାନକୁ ଗୋଟିଏ ଗହଣା ଦେଇ କହିଲ ସାଙ୍ଗର ଭଉଣୀ ବାହାଘରକୁ ଖାଲି ହାତରେ ଯାଆନ୍ତି ନାହିଁ। ମନେ ନାହିଁ? ତା' ପରେ ସେଇ ବିଭାଘରକୁ ଯାଇ ସିଆଡ଼େ ମୁଁ ରହିଗଲି ମାତ୍ର ଦୁଇଟା ଦିନ। ଆଉ, ତୁମେ କୁଆଡ଼େ ଏଡ଼େ ବଡ଼ ପାଟି କରି କାନ୍ଦି କାନ୍ଦି କହିଲ ଇଲୋ ମୋ ବୋଉଲୋ। ମୋ ପୁଅ କୁଆଡ଼େ ଗଲାଲୋ। ତା' ପରେ ବାପାଙ୍କୁ ଅସ୍ଥିର କରି ପକାଇଲ ମତେ ଆଣିବା ପାଇଁ, ମନେ ନାହିଁ? କହୁ କହୁ ଛୋଟ ପିଲାଙ୍କ ପରି ହସି ହସି ଗଡ଼ି ଗଲେ ଡାକ୍ତର। ପୁଅର କଥା କହିବା ଧରଣ ଦେଖି ଅପରାଜିତା ବି ହସି ହସି ଲୋଟି ପଡ଼ିଲେ ଭୂଇଁ ଉପରେ। କହିଲେ ମନେ ପଡ଼ୁଛି। ଠିକ୍ ମନେ ପଡ଼ୁଛି। ତା' ପରେ ପଚାରିଲେ ଆଚ୍ଛା, ସେ ଆର କୁନ୍ତଳ କ'ଣ କରୁଛିରେ? ମନୋରଞ୍ଜନ ହସ ରୋକୁ ରୋକୁ କହିଲେ ସେ, ସେ ଏଇନେ ସମ୍ବଲପୁରରେ ବି. ଡି. ଓ. ଅଛି। ତା'ର ବାହାଘର କାର୍ଡ଼ ଆରବର୍ଷ ଆସି ନଥିଲା? ବାପା ତ ତାକୁ ଆଶୀର୍ବାଦ ଟଙ୍କା ପଠେଇଥିଲେ। ମନେ ନାହିଁ? ବେଶୀ ଭୁଲି ଯାଅ ତ ସବୁ କଥା ତୁମେ ଏବେ । ଅପରାଜିତା ମୃଦୁ ହସି କହିଲେ ମନେ ପଡ଼ୁଛିରେ, ସବୁ ଏଥର ମନେ ପଡ଼ୁଛି। ହଁ, ଡାକ୍ତର କୁନ୍ତଳ କଥା ତୁ କ'ଣ କହିବାକୁ ଯାଉଥିଲୁଟି? କହ। ଡାକ୍ତର ଏଥର ରହି ରହି କହିଲେ ଡାକ୍ତର କୁନ୍ତଳ! ସେ ମତେ ଥରେ ମାସକ ତଳେ ଚିଠି ଦେଇଥିଲା ଲେଖିଥିଲା ଜାଣିଲୁ ଭାଇ ଯେତେ ଫୁଲ ଖଞ୍ଜା ହେଉନା କାହିଁକି ମାଳ ଭିତରେ ଯେଉଁ ପଟୁକାଟି ଥାଏ ଅସଲରେ ସେଇଟା ହେଲା ଗୋଟାଏ ଦଉଡ଼ି। ସେଇ ଦଉଡ଼ିଟି ବେକରେ ଝୁଲାଇ ଦେଇ ଯିଏ ଶକ୍ତ ହାତରେ ବେକଟାକୁ ଟାଣି ଦେଇ ପାରିବ, ଆଉ ଅକାରଣରେ ବେକଟାକୁ ଲମ୍ବା କରି ଦେଇ ପାରିବ, ସେଇ ମହାଶକ୍ତି ସମ୍ପନ୍ନା ନାରୀ କିମ୍ବା କନ୍ୟାଟିଏ ଖୋଜି ବୁଲିଛନ୍ତି ମୋର ବାପା, ବୋଉ। କି ମୁସ୍କିଲ! ଅପରାଧ କ'ଣ ନା କୁନ୍ତଳ କୁମାର କର ବାପା ବୋଉଙ୍କ କଥା ନ ମାନି ସାଙ୍ଗ ସାଥିରେ ପଡ଼ି ଖାଲି ଟଙ୍କା ପଇସା ଉଡ଼ାଉଛି। ଗୋଟିଏ ଶକ୍ତ ବୋହୂ ଆସିଲେ କୁଆଡ଼େ ମୋର ଖିଆଲ ବାଟରେ ଉହାଡ଼। ଭାରି ଲୋଭୀ। ଡିମାଣ୍ଡ କରିଛନ୍ତି ପ୍ରଚୁର। ଏମାନେ ବି ପଛାଉ ଯାଉ ନାହାନ୍ତି। ଗୋଟିଏ ବୋଲି ଝିଅ ତନୁ। ନୟନ ପିତୁଳି। ସବୁ ଦେବେ ଏମାନେ, ସବୁ ଦେବେ। ସୁମନ୍ତଙ୍କ ଛୋଟଲୋକିରେ ଏମାନଙ୍କର ଦୁଃଖ ନାହିଁ। କୁନ୍ତଳ ଭଲ ପିଲା। କୁନ୍ତଳ ଭଦ୍ର ଏବଂ ସ୍ନେହଶୀଳ। ମିଶ୍ର ପରିବାର ଯେଉଁ ଯେଉଁ ଗୁଣ ପସନ୍ଦ କରନ୍ତି, ସବୁ ଅଛି ଏଇ କୁନ୍ତଳ ଭିତରେ। ବେଶ୍, ଆଉ କି ଦୁଃଖ। ତନୁ ମନୋନୀତ ଘର ବର ପାଇ ମଧ୍ୟ ଅସୁଖୀ। ଗୋଟିଏ ଦୁଃଖୀ ମନ ନେଇ ସେ ଦିନ କଟାଏ। ବାପା, ଆଗପରି ପୁଣି ସ୍ନେହ ଆଦର କରନ୍ତି, ପରିହାସ କରନ୍ତି। ବୋଉଙ୍କର ସ୍ନେହ ସୋହାଗର ଅନ୍ତ ନାହିଁ। ନିର୍ବନ୍ଧର ଆନନ୍ଦମୟ ସ୍ପର୍ଶରେ ବାପା, ବୋଉଙ୍କର ମନର ଦୁଃଖ ଧୂଳିମଳି ସବୁ ଉଡ଼ି ଯାଇଛି। ଖରାବେଳ ଅବସରରେ ଜିତା ଦିନେ, ଦିନେ ଚୁପ୍ କରି ଚୁପ୍ ଚୁପ୍ କରି କାନ୍ଦନ୍ତି। ବାହୁନି ବାହୁନି କୁହନ୍ତି ମୋ ଧନମାଳି, ମୋ ଗଳାମାଳି, ମୋ ଚନ୍ଦ୍ରମା କୁଆଡ଼େ ଯିବ ଲୋ ଘର ଛାଡ଼ି। ଏ ଘର ତ ଅନ୍ଧାର ଦିଶିବ ଲୋ! ଆହୁରି କେତେ କ'ଣ କହି ବାହୁନି ହୁଅନ୍ତି। ସେଇ କାନ୍ଦଣା ତନୁ କାନରେ ପଡ଼ିଲେ ସେ କୋହ ଚାପି ଦଉଡ଼ି ଦଉଡ଼ି ଅନ୍ୟ ଆଡ଼କୁ ପଳାଏ, ପାଟିରେ ଲୁଗା ଦେଇ ଖଟ ଉପରେ ମୁହଁ ମାଡ଼ି ଶୋଇ ଫୁଲି ଫୁଲି କାନ୍ଦେ। ଦିବ୍ୟେନ୍ଦୁଙ୍କ କାନରେ ଜିତାଙ୍କ କାନ୍ଦଣା ବାଜିଲେ ପ୍ରବୋଧ ସେ ଦିଅନ୍ତିନି।